ନିର୍ଜନତାର ଶେଯ ପାରିଦେବ-। ଶୂନ୍ୟରେ ଦୋଳି ବାନ୍ଧିଦେବ। ମହାଶୂନ୍ୟରେ ପରୀମାନଙ୍କୁ ଆଣି ପାଖରେ ଛାଡ଼ି ଦେଇଯିବ-। ଆଉ ଅତି ସ୍ନେହରେ ଗାଲକୁ ଟିକେ ଚିପିଦେଇ କହିବ, 'ଏଇ ତୋର ଲୋଭନୀୟ ସଂସାର ବାୟା-! ଏଠି ସବୁକିଛି ତୋ'ପାଇଁ ମହଜୁଦ ଅଛି। ଏଠି ବାର୍ତ୍ତା ଅଛି। ବାର୍ତ୍ତାବହ ବି ଅଛନ୍ତି-। ଏକ ଭିନ୍ନ ପୃଥିବୀର ଖସଡ଼ା ତୋ ହାତ ମୁଠାରେ ରହିଛି। ତୁ ଅଣ୍ଟାରେ ଲୁଗାଭିଡ଼ି ସଜବାଜ ହୋଇ ବାହାରିପଡ଼। ବେଳ ପାଖେଇ ଆସିଲାଣି। ଅଯଥାରେ ଆଉ ବାଉଳି ହୋଇ ଲାଭ କ'ଣ-? ମଣିଷଟି ବୁଝୁଛି, ତା' ଅବସ୍ଥାର ପ୍ରତ୍ୟକ୍ଷ ଦର୍ଶନ ସେ ନିଜେ। ନିଜେହିଁ ନିଜର ମୁହଁ ଦେଖିବାର ବେଳ ଏ! ନିଜେ। ନାଚିବ, ଗାଇବ, ବଜାଇବ। ନିଜେ ଖେଳାଳି, ନିଜେ ଖେଳ ପଡ଼ିଆ-। ନିଜେବି ଖେଳିବାର ନିର୍ଭରଯୋଗ୍ୟ ଉପକରଣ। ଧନ୍ୟରେ ବାବା ତୋ ଜୀବନ! ଧନ୍ୟ ତୋର ବଞ୍ଚି ରହିବାର ସାର୍ଥକତା!! ସମୟ ତା' ବାଟରେ ଗଡ଼ି ଚାଲିଛି। କେହି ତାକୁ ଅଟକାଇ ପାରିନାହାନ୍ତି। ପାରିବାବି ସହଜ ନୁହଁ। କେତେ ଦଳ ଦଳ ହୋଇ ଆସିଛନ୍ତି। ଭିନ୍ନ ଭାଷାଭାଷୀ, ଭିନ୍ନ ଭିନ୍ନ ଦେଶ ବିଦେଶର ମଣିଷ ଦଳ। ଆସିଛନ୍ତି। ଯାଇଛନ୍ତି। ପୁଣି ହୁଏତ ଆସିବେ। ଯିବେ। ଯିବା ଆସିବା ଚାଲିଥିବ। କାହାରି ଜଣକରବି ଚିହ୍ନବର୍ଣ୍ଣ ରହିବନି। ସମୟ ନିର୍ବିକାର ଭାବେ ସବୁକିଛିକୁ ପାକୁଳି କରି ଚାଲିଯାଉଁଛି! ସମୟହିଁ ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ। ଗୋଟାଏ ସଭ୍ୟତା, ଗୋଟାଏ ସଂସ୍କୃତି ଦିନ କେଇଟାରେ ହୁ ହୁ ହୋଇ ଗଢ଼ି ଉଠୁଛି। କେତେ ନୂଆ ନୂଆ ସେନାନାୟକ ଆସି ମୁହଁ ଦେଖାଉଛନ୍ତି। ସାପ ଖେଳାଉଛନ୍ତି। ଗୋଟା ଗୋଟା ସୁନ୍ଦର ଲୋଭନୀୟ ଗିନିପିକ୍କୁ ଧରି ଆଣି ସାପ ମୁହଁକୁ ଲକ୍ଷ୍ୟ କରି ଫିଙ୍ଗୁଛନ୍ତି। ସାପଟି ଭିଡ଼ିମୋଡ଼ି ହୋଇ ଲାଞ୍ଜ ହଲେଇ ହଲେଇ ଗିନିପିକ୍ ଉପରକୁ ଲମ୍ଫ ଦେବା ସମୟରେ ସେନାନାୟକଙ୍କ କଣ୍ଠ ସ୍ୱର ଗମ୍ଭୀର ଶୁଣାଯାଉଛି। କେତେ ଉପଦେଶ, କେତେ ନୂଆ ନୂଆ ତତ୍ତ୍ୱ, ଇଜିମ୍, ମନସ୍ତାତ୍ତ୍ୱିକ ବିଶ୍ଳେଷଣର ଆକସ୍ମିକ ସୂତ୍ରପାତ। ଭଙ୍ଗାଗଢ଼ା ଭିତରେ ପାଗଳ ମଣିଷ ସବୁକିଛିକୁ ଆୟତ୍ତ କରି ଗୋଟାଏ ବୁଝାମଣା କରି ନେଉଛି। ରିଜେକ୍ସନ୍ର ପ୍ରଶ୍ନ ନାହିଁ। ସବୁ ଦେହସୁହା ହୋଇଯାଉଚି ଆସ୍ତେ ଆସ୍ତେ। ପରସ୍ତ ପରସ୍ତ କରି ଜମାଟ ବାନ୍ଧି ରହିଥିବା ଅନୁଭୂତିରେ କଳ୍ପନାର ସାମାନ୍ୟ ପୁଟ ବୋଳି ମଣିଷ ନିଜ ହାତରେ ଇତିହାସ ଲେଖୁଛି। ଇତିହାସରୁ ଜଣାପଡ଼ୁନି ଯେ 'ଅମୁକ ସଭ୍ୟତା ଏକ ସ୍ୱର୍ଣ୍ଣଯୁଗର ଅଭ୍ୟୁଦୟ ମାତ୍ର। ସମୁକ ସମ୍ରାଟ ପ୍ରବଳ ପ୍ରତାପୀ ରାଜାଧିରାଜ କଂସାସୁର। ତା'ପରେ ସବୁ ଓଲଟ ପାଲଟ। ପ୍ରାସାଦ ଭୁଷୁଡ଼ି ପଡ଼ୁଛି। ପାଚେରୀ ଖଣ୍ଡ ଖଣ୍ଡ ହୋଇ ଟଳି ପଡ଼ୁଛି। ସମୟର ଉଜାଣି ସୁଅ ମୁହଁରେ ଶତ୍ରୁ ମିତ୍ର, ମିତ୍ର ଶତ୍ରୁ ପାଲଟି ଯାଉଛି। କେହି ଜଣେ ବି ତ୍ରିକାଳ-ଜୟୀ ହୋଇ ରହିପାରୁନି। ମଣିଷର ସବୁ ବୁଦ୍ଧି ଜ୍ଞାନ ତାହା ଯେତେ ପରିମାର୍ଜିତ ଓ ପରିବର୍ଦ୍ଧିତ ପରି ମନେହେଲେବି ଏଇତ ଅକାମୀ ହୋଇ ପଡ଼ୁଛି। ସଭ୍ୟତା ଯାଇଚି। ସଂସ୍କୃତି ମରି ହଜି ନିଶ୍ଚିହ୍ନ ହୋଇଯାଉଛି। ଇତିହାସର ପୃଷ୍ଠା ଜରାଜୀର୍ଣ୍ଣ ହୋଇପଡ଼ୁଛି। ସବୁକିଛି ମାଟିତଳେ ପୋତିହୋଇ ମାଟି ପାଲଟି ଯାଉଛି। ସବୁଆଡ଼େ ଜ୍ୟାମିତିକ ସୂତ୍ର ପରି ଖଣ୍ଡ ଖଣ୍ଡ ଫସିଲ ପଡ଼ି ରହିଛି। ହୁଏତ ବହୁ ବର୍ଷ ପରେ ପୁଣି କାହା କାମରେ ଆସିବ। ଭବିଷ୍ୟତ ବଂଶଧରମାନେ ପ୍ରତ୍ନତତ୍ତ୍ୱବିଦ୍ମାନଙ୍କ ପରି ସେଇ ଫସିଲ ଖଣ୍ଡ ଭିତରୁ ପୁଣି କିଛି ନୂତନ ସତ୍ୟର ଇସାରା ପାଇଯିବେ। କିଏ କହିବ, ଆଗାମୀ ଦିନର ପୃଥିବୀ କି ରୂପ, କି ରଙ୍ଗରେ ପୁଣିଥରେ ଆସିବ? ଲୋକଟି ବିବର୍ତ୍ତନ ଧାରାର ସୂତ୍ରକୁ ଷଷ୍ଠ ଶ୍ରେଣୀ ପିଲାଟି ଭୂଗୋଳ ବହିର ପୃଷ୍ଠା ଘୋଷି ମୁଖସ୍ତ କଲାପରି ମନେ ରଖିଛି। ସେଇଥିପାଇଁ ଖୁବ୍ ସତର୍କତାର ସହିତ ସେ ନିରପକ୍ଷ ଦ୍ରଷ୍ଟା ହୋଇ ସବୁ ଅନୁଧ୍ୟାନ କରିଛି। ଭାବବିହ୍ୱଳ ଭକ୍ତ ପରି ସେ କେବେ ଖୋଳ ତାଳ ପିଟି ଉନ୍ମତ୍ତ ହୋଇନାହିଁ। କୌଣସି ଭାବନାରେ ଭାବପ୍ରବଣତା ହୋଇ ଭାସି ଯାଇନି। ଅତୀତର ସ୍ମୃତିକୁ ଧରିବାନ୍ଧି ବସିନି। ସ୍ମୃତି ତା'ପାଇଁ ସ୍ମୃତି ହୋଇ ରହିଛି। ସ୍ମୃତିର ଉପଳଖଣ୍ଡ ସାଇତିବାରେ କି ଲାଭ। ଦିନ କେଇଟା ଭିତରେ ସବୁ ହୁଏତ ବିସ୍ମୃତି ଗର୍ଭରେ ଲୀନ ହୋଇଯିବ। ଦର୍ପଣର ପାରଦ ଗୁଣ୍ଡ ଝଡ଼ି ପଡ଼ିବ। ବିକୃତ ଦିଶିବ ଦର୍ପଣରେ ନିଜ ମୁହଁ। କୁତ୍ସିତ ଦିଶିବ ରୂପର ପ୍ରତିଛବି। ଏ ସବୁ କଥାରେ ଏତେଟା ଗୁରୁତ୍ୱ ଦେବା ବୋକାମି।